ତା'ପରେ ବସ୍ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କଲା। ରାସ୍ତା ଉପରେ ଲୋକଟି ଚାଲୁଥାଏ। ଭୂତ ଯେମିତି ଚାଲେ। ଝଡ଼ ବେଶ୍ୟାପରି ତା' ଚାରିକଡ଼େ ନାଚ କରୁଥାଏ। ଲୋକଟି ଏକମୁହାଁ ବଳଦ ପରି ଆଗେଇଛି। ଓ୍ୱେଷ୍ଟର୍ଣ୍ଣ ଟାଓ୍ୱାର ପଛରେ ରହିଗଲାଣି। ନାରଣ ମହାନ୍ତିଙ୍କ କ୍ୟାଣ୍ଟିନ୍ କଳାମେଘ ଖଣ୍ଡେ ପରି ଦିଶୁଛି। କ୍ରମାଗତ ଭାବେ ଝଡ଼ ଭିତରେ ଚାଲୁଥିବାରୁ ଦେହ ସାମାନ୍ୟ ଦରଜ ଲାଗୁଛି। ଏ ଦରଜ ମନର ଦରଜଠାରୁ ବେଶୀନୁହେଁ। ମନକୁ ମନ ରାସ୍ତାରେ କଥା ହୋଇଚାଲିଛି ଲୋକଟି। କାହାରି ଜଣକର କାର୍ ଆସିଲାନି। ହୁଏତ ସାପ ପରି ପେଟେଇ ପେଟେଇ ଆସୁଥିବ। ବାଣୀବିହାର ମେନଗେଟ୍ ତ ବନ୍ଦ ହୋଇ ନଥିବ। ଦୁଇ ବର୍ଷ ଭିତରେ କେବେ ଥରେ ବି ବନ୍ଦ ହେବାର ସେ ଜାଣିନି। ଅନେକ ବର୍ଷ ପରେ ସେମାନଙ୍କ ସହିତ ସାକ୍ଷାତ ହେବାକୁ ଯାଉଛି। ପେନ୍ସିଲ୍-ଭେନିଆରେ ଥିଲାବେଳେ କେତେ ଚିଠି ମିଳିଛି। ସବୁଥିରେ ସେଇ ଗୋଟାଏ କଥା 'ତମେ ଆମେରିକା ଯାଇ ଏଠା କଥା ସବୁ ଭୁଲିଯାଇଛ। ଆଉ କିଛି ତମେ ମନେ ରଖି ପାରୁନ। '' ଆଜି ପୁଣି ସେଇ ପୁରୁଣା ସୂତାରେ ଗଣ୍ଠି ପଡ଼ିବ। ପୁଣି ଆସର ଆରମ୍ଭ ହେବ। ନିଜ ହାତରେ ହିଟରରେ କଫିକରି ନୀଳିମା, ପ୍ରଣତୀ କିମ୍ବା କୁକୁମୀନା ଯିଏ ହେଉବି ପିଆଇବେ। ଲୋକଟି କହିବ, ମୁଁ କଫି ଖାଇବିନି। ଆମେରିକାରେ କଫି ଖାଇ ଖାଇ ମୋ ପେଟ କୋଇଲା ଖଣି ପରି କଳା ହୋଇଯାଇଛି-। ହସି ହସି ସେମାନେ ଗଡ଼ିଯାଇ କହିବେ, ''ୟେ ମିଷ୍ଟର; କଫି ଆମେରିକାରେ ଲୋକେ ଖାଆନ୍ତି, କିନ୍ତୁ ଆମେ ଏଠି ପିଉ। ପ୍ଲିଜ; ପିଅନ୍ତୁ ନା! ଅଶୋକା କ୍ୟାଣ୍ଟିନରେ ଲାଇବ୍ରେରିରେ, ମହାଦେବ ମନ୍ଦିର ପଛପଟ ଜଙ୍ଗଲରେ ପ୍ରେମ ବେଶ୍ ସଫଳ ହୁଏ। ଲୋକଟି ସେଇ ରାସ୍ତାରେ ମାର୍ଚ୍ଚିଂକରି ଚାଲିଛି ସୈନିକ ପରି। ରାସ୍ତା ତା' ଆଗରେ ଲମ୍ବିଯାଇଛି ଉତ୍ତର ମେରୁଠାରୁ ଦକ୍ଷିଣ ମେରୁଯାଏଁ-। ପୃଥିବୀଠାରୁ ଚନ୍ଦ୍ରଯାଏଁ। ଲୋକଟି ବିଚାରା ଚାଲୁଛି। ଚାଲୁଛି କହିଲେ ଠିକ୍ ହେବନି-। ବରଂ ଦୌଡ଼ୁଛି। ତୀର୍ଥଭୂମିକୁ ଯାତ୍ରୀମାନେ ଧାଇଁଲା ପରି। ଶହୀଦନଗର ଛକ ପାଖେ ଥିବା ଚାଳି ଖଣ୍ଡକରେ ଲୋକଟି ଟିକିଏ ଦମ୍ ନେଲା ବୋଧହୁଏ। ହାଲିଆ ହୋଇଯାଇଛି। ରୁମାଲରେ ମୁହଁ ପୋଛିଲା। ମନେମନେ ଠିକ୍ କରିନେଲା ପ୍ରଥମେ ସେ କାହା ସହିତ ଭେଟିବ। ନୀଳିମା, ପ୍ରଣତୀ ନାଁ କୁକୁମୀନା? ନୀଳିମାଟା ହୁଣ୍ଡି, କଥାଭାଷାରେ ବାଗସାଗ ନାହିଁ। କଥା କହୁକହୁ ଉପରକୁ ମାଡ଼ିଆସେ। ପ୍ରଣତୀ ଶ୍ୟାମଳୀ ହେଲେ କ'ଣ ହେଲା, ଭଲ ଝିଅଟିଏ। ଆହାଃ, ବିଚାରୀ ମତେ ନେଇ କେତେ ସ୍ୱପ୍ନ ଦେଖିଛି। କିନ୍ତୁ ତା'ର ସେଇ ଗୋଟିଏ ଦୁର୍ଗୁଣ, ଯେଉଁଟାକି ମତେ ଆଦୌ ଭଲ ଲାଗେନାହିଁ। କଥା କହିଲେ ଆପଣା ଛାଏଁ ତା' ଆଖି ବୁଜି ହୋଇ ଆସେ। ସିନେମାରେ ଅଭିନୟ କଲାପରି ଲାଗେ। ନୀଳିମା ଓ ପ୍ରଣତୀକୁ ବର୍ତ୍ତମାନ ପାଇଁ ବାଦ୍ ଦିଆଯାଉ ଏବଂ କୁକୁମୀନା କଥା ଚିନ୍ତା କରାଯାଉ। ଜୀବନର ଦୈର୍ଘ୍ୟ ଓ ପ୍ରସ୍ଥ ମାପି ପାରିଲାନି ବୋଲି ସେ ଏମ୍. ଏ ପଢ଼ୁଛି। ଭାବିଥିବ କିଛି ଗୋଟାଏ କରିବାକୁ। ରେଡ଼ିଓ ଷ୍ଟେସନରେ ଭର୍ତ୍ତି ହେବ କିମ୍ବା କେଉଁ ଘରୋଇ ସ୍କୁଲରେ ମ୍ୟାଡମ୍ ଭାବେ। ପାତଳୀ ହେଲେ କ'ଣ ହେଲା; ଗୋଟିଏ ଚାଉଳରେ ଗଢ଼ା। ବେଶ୍ ସ୍ଳିମ୍ ଫିଗର; ଯାହା ଯାହା ଆଜିକାଲିକା ଟୋକାଙ୍କ ଆଖିକୁ ଖୁବ୍ ଭଲ ଦିଶେ। ମୁହଁଟି ମଲ୍ଲୀଫୁଲ ପରି ସ୍ୱଚ୍ଛ, ଆଉ ଓଠ ଦିଟା ସାଂଘାତିକ ଭାବେ ସୁନ୍ଦର। ଆଖି ଦୁଇଟାର ପ୍ରେମରେ ପଡ଼ି ମୁଁ ତା' ପାଖକୁ ଟାଣି ହୋଇ ଯାଇଥିଲି। ରାଜଧାନୀରେ ଥିଲାବେଳେ କେତେ ଅସାଧ୍ୟ ଜୀବାଣୁ ମୋ ରକ୍ତରେ ମିଶିଯାଇଛି। ଶତାବ୍ଦୀ ଶତାବ୍ଦୀ ଧରି ଯାହା କି ସଂକ୍ରମିତ ହେବାର ଭୟ ଅଛି। ସେ ମୋ ପାଇଁ ଏକ ପେଗ୍ ବ୍ଲାକ୍ନାଇଟ୍, ଯାହାକୁ ମୁଁ ଏକ ନିଃଶ୍ୱାସରେ ନିଃଶେଷ କରିଦେବି। ତା' ସହିତ ପ୍ରଥମେ ସାକ୍ଷାତ କରାଯାଉ। ପାଚେରୀ ଡେଇଁ ନୁହେଁ। ଲେଡ଼ିଜ୍ ହଷ୍ଟେଲରେ ଦରଓ୍ୱାନକୁ ବକ୍ସିସ ଦେଇ। ଚଢ଼ାଦରରେ ବକ୍ସିସ ଦେଲେ ଯେ କୌଣସି ମୁହୂର୍ତ୍ତରେ ପିଞ୍ଜରାରୁ ପକ୍ଷୀକୁ ଅଣାଯାଇ ପାରେ। ଆଉ ବାଣୀବିହାର। ଲୋକଟି ଏମିତି କେତେ କଥା ଭାବି ଆଗକୁ ପାଦ ବଢ଼ାଇଲା। କିଛି ବାଟ ଯାଇଛି, ହୁଏତ ମହିଳା କଲେଜର ସୀମା ଶେଷ ହୋଇନି, ଗୋଟିଏ ବ୍ଲାକ ମଡେଲର ଗାଡ଼ି ଟର୍ଣ୍ଣ କାଟିଲା। ଆଲୁଅ ମେଞ୍ଚାଏ ଆସି ତା' ମୁହଁ ଉପରେ ପଡ଼ିଲା।